ରାତିଅଧରୁ ଶୋଭାଯାତ୍ରାର କୋଳାହଳ ଜାତୀୟ ଓ ଭକ୍ତିଗୀତର ମୂର୍ଚ୍ଛନା ବାଦ୍ୟ ଓ ଶଙ୍ଖ ନାଦରେ କଟକ ସହର ମୁଖରିତ ହୋଇ ଉଠିଥିଲା ଏବଂ ସମଗ୍ର ସହରର ଲୋକେ ରାତ୍ରିର ଅନ୍ଧକାର ଦୂର କରିବାକୁ ସତେ ଯେପରି ଲାଗି ପଡ଼ିଥିଲେ। ଶହ ଶହ ବର୍ଷ ଧରି ଓଡ଼ିଶାର ରାଜା ଓ ସୁବେଦାରମାନଙ୍କ ଦୁର୍ଗ ହୋଇଥିବା ବାରବାଟୀ ଜିଲ୍ଲାସ୍ଥ ମୋର ସରକାରୀ ବାସଭବନରେ ବିଶ୍ରାମହୀନ ଭାବେ କେତେ ଘଣ୍ଟା ବିତାଇବା ପରେ ସୂର୍ଯ୍ୟୋଦୟ ପୂର୍ବରୁ ମୁଁ ଆମର ରାଜ୍ୟପାଳ ଡକ୍ଟର କୈଳାସନାଥ କାଟଜୁଙ୍କୁ ସାକ୍ଷାତ୍ କରିବାକୁ ଗଲି। ସେ ମଧ୍ୟ ଅନ୍ୟ ଏକ ଐତିହାସିକ ସ୍ଥାନ ''ଲାଲବାଗ''ରେ ରହୁଥିଲେ, ଯାହାକି ପ୍ରାୟ ଦୁଇଶହ ବର୍ଷ କାଳ ମୋଗଲମାନଙ୍କର ସରକାରୀ ବାସଭବନ ହୋଇଥିଲା। ସେତେବେଳକୁ ଡକ୍ଟର କାଟଜୁ ପ୍ରଫୁଲ୍ଲମନରେ ମୁଣ୍ଡ ତଳକୁକରି ତାଙ୍କ 'କରିଡ଼ର'ରେ ବୁଲୁଥାନ୍ତି। ମୁଁ ତାଙ୍କ ନିକଟରେ ପହଞ୍ଚିବାମାତ୍ରେ ସେ ମୋ' ହାତକୁ ଧରି ପକାଇ ମୋତେ କୁଣ୍ଢାଇ ପକାଇଲେ ଏବଂ ଭାବବିହ୍ୱଳ ସ୍ୱରରେ ପଚାରିଲେ, 'ମହତାବ ସାହେବ, କେତେ ଶତାବ୍ଦୀ ପରେ? ଉତ୍ତରରେ ମୁଁ କହିଲି, ''ପ୍ରାୟ ହଜାର ବର୍ଷ ପରେ'। ସେ ପୁଣି ଥରେ ମୋ' ହାତକୁ ଧରି ପକାଇଲେ ଏବଂ କହିଲେ, 'ତୁମେ ଜଣେ ଖାଣ୍ଟି ଐତିହାସିକ'। ପରେ ଆମେ ଏକାଠି ବସି ଇତିହାସର କେଉଁକାଳରୁ ଭାରତୀୟ ଜନତା ପୂରାପୂରି ଭାବେ ରାଜନୀତି ପ୍ରତି ବୀତସ୍ପୃହ ହୋଇପଡ଼ିଲେ, ସେ ବିଷୟ ଆଲୋଚନା କଲୁ। ଏକାଦଶ ଶତାବ୍ଦୀରୁ ଆରମ୍ଭ କରି ତା' ପରବର୍ତ୍ତୀ ଶତାବ୍ଦୀମାନଙ୍କରେ ଭାରତୀୟ ଲୋକଙ୍କ ମନରେ ଏକ ଧାରଣା ସୃଷ୍ଟି ହେବାକୁ ଲାଗିଲା ଯେ ଦେଶର ବ୍ୟାପାରରେ ସେମାନଙ୍କର କିଛି କରିବାର ନାହିଁ। ସେମାନେ କେବଳ ଶାସକମାନଙ୍କର ଆଶ୍ରିତ ପ୍ରଜା, ସିଏ ରଜା ହୁଅନ୍ତୁ ବା ନବାବ ହୁଅନ୍ତୁ। ଲୋକଙ୍କର ଏହି ଧାରଣାକୁ ଗାନ୍ଧିଜୀ ସତେ ଯେପରି ଯାଦୁବଳରେ ଧ୍ୱଂସ କରିଦେଲେ ଏବଂ ସାଧାରଣ ଜନତା ନିଜେ ନିଜର ସ୍ୱାଧୀନତା ହାସଲ କଲେ। କୌଣସି ରାଜା ବା ନବାବଙ୍କ ସେନାବାହିନୀ କି ଗଣ ଆନ୍ଦୋଳନଠାରୁ ବରାବର ଦୂରେଇ ରହୁଥିବା ଶିକ୍ଷିତଗୋଷ୍ଠୀ ଏହି ସ୍ୱାଧୀନତା ଆଣିଲେ ନାହିଁ। ଭାରତ ଇତିହାସର ବିଭିନ୍ନ ଘଟଣାବଳୀ ଏବଂ ଆମେ କେତେବେଳେ ଗାନ୍ଧିଜୀଙ୍କ ନିକଟକୁ ଗଲୁ, ସେକଥା ନିଜେ ନିଜେ ମନେ ପକାଇଲାବେଳେ ଆମ ଆଖିରୁ ଅଜାଣତରେ ଲୁହ ଧାର ଗଡ଼ି ଆସିଲା। ଅତି ଅଳ୍ପ ସମୟ ଭିତରେ କେବଳ ଗାନ୍ଧିଜୀ ହିଁ ଇତିହାସର ଗତି ବଦଳାଇ ଦେଇ ପାରିଲେ। ସହରର ପ୍ରତି ଘରେ ଘରେ ସେଦିନ ଉତ୍ସବ ଲାଗି ରହିଥିଲା ଏବଂ ଉତ୍ସବରେ ହିଁ ସେହି ଦିନଟି କଟିଗଲା। ସାଧାରଣ ଲୋକଙ୍କ ଆନନ୍ଦ ଉତ୍ସାହ ସେମାନଙ୍କ ଆଖି ଓ କଥାବାର୍ତ୍ତାରୁ ଜଣାପଡ଼ିଯାଉଥିଲା। ତାହା ଭାଷାରେ ବର୍ଣ୍ଣନା କରି ହେବନାହିଁ। ସେଦିନ ସନ୍ଧ୍ୟାରେ ସ୍ଥାନୀୟ ଏକ ଥିଏଟର୍ ହଲ୍ରେ ଗୋଟିଏ ଏକାଙ୍କିକା ନାଟକ ପ୍ରଦର୍ଶିତ ହେବାକୁ ଥାଏ। ନାଟକଟି ନାମ ହେଉଛି- ''ଯୁଗେ ଯୁଗେ ଭାରତ''। ମୁଁ ଏବଂ ଶ୍ରୀ ସଚ୍ଚିନ ଦତ୍ତ ଏହି ନାଟକଟିର ପରିକଳ୍ପନା କରିଥିଲୁ; କିନ୍ତୁ ଭାଷା ଥିଲା ତାଙ୍କର। ଦର୍ଶକମାନଙ୍କଦ୍ୱାରା ପ୍ରେକ୍ଷାଳୟଟି ପୁରିଯାଇ ଥିଲା। ନାଟକ ଶେଷରେ ରାଜ୍ୟପାଳ ଓ ମୁଁ ଭାଷଣ ଦେବା କାର୍ଯ୍ୟକ୍ରମ ଥିଲା। ନାଟକଟିର ଶେଷ ଦୃଶ୍ୟରେ ଜଣେ ତେଜୀୟାନ୍ ଯୁବକ ଗ୍ରୀନ୍ ରୁମରୁ ରଙ୍ଗମଞ୍ଚକୁ ବାହାରି ଆସିଲା ଏବଂ ପଚାରିଲା- ଆପଣମାନେ ମତେ ଚିହ୍ନି ପାରୁଛନ୍ତି? ମତେ ମନେ ରଖିଛନ୍ତି? ଆପଣ ଏହା କରିବାର ଅବଶ୍ୟ ଆବଶ୍ୟକତା ନାହିଁ; କାରଣ ମୁଁ ଏହା ଆଦୌ ଆଶା କରିନଥିଲି। ପ୍ରତିଦାନରେ